କଳଙ୍କମୟ ଇତିହାସ ଶୁଣିଲେ ପୁରୁଷ ଭାଙ୍ଗିପଡ଼େ। ପାଖ ଜିନିଷକୁ ଦୂରେଇ ଦିଏ କିନ୍ତୁ ସବୁ ଶୁଣି ମଧ୍ୟ ନିକଟକୁ ନେଇଛନ୍ତି ହେମକାନ୍ତ। ଚିରାଚରିତ ପୃଥିବୀର ଏକ ବ୍ୟତିକ୍ରମ ଏ ହେମକାନ୍ତ। ମୁହଁ ଖୋଲିଲା ଚନ୍ଦ୍ରାବତୀ''ଟିକେ ମୋ କଥା ପ୍ରତି କାନ ଦିଅନ୍ତୁ ହେମକାନ୍ତ ବାବୁ। ଆପଣଙ୍କ ଅତ୍ୟାଚାରକୁ ମୁଁ ଅସ୍ୱୀକାର କରୁନି। ହେଲେ ଆପଣ କ'ଣ ଚାହାଁନ୍ତି ମୋ ଠାରୁ? '' ''ସବୁକିଛି'' ହେମକାନ୍ତର ସ୍ୱରରେ ଆଗ୍ନେୟ ଦୃଢ଼ତା। ତରଳ ବରଫ ଭଳି ଆଉ ଟିକେ ତରଳି ଯାଇ ଚନ୍ଦ୍ରାବତୀ କହିଲା 'ତଥାପି'। ''ତଥାପି ଆଉ କ'ଣ? ମୁଁ ତୁମକୁ ଭଲ ପାଏ। ତୁମର ସ୍ପଷ୍ଟତାକୁ ପସନ୍ଦ କରେ। ବାସ୍ ସେଇତକ ମୋର ସମ୍ପଦ କିନ୍ତୁ ମନେରଖ ଚନ୍ଦ୍ରାବତୀ ତୁମେ ଯେପରି ଆଉ ନୂତନ କାହାଣୀ ସୃଷ୍ଟି କରିବାକୁ ଚେଷ୍ଟା ନ କର '' କଥା କେଇପଦ କହିସାରି ଚନ୍ଦ୍ରାବତୀର ବର୍ତ୍ତୁଳ ମୁଖ ମଣ୍ଡଳକୁ ଚାହିଁରହିଲା ହେମକାନ୍ତ। ହେମକାନ୍ତର କଥା ଶୁଣି କ'ଣ ପ୍ରତିବାଦ କରିବାକୁ ବସିଥିଲା ଚନ୍ଦ୍ରାବତୀ। ହେଲେ କଥାରେ ବାଧା ଦେଇ ହେମକାନ୍ତ କହିଲା "ମୁଁ ଆଉ ଅଧିକ କିଛି ଶୁଣିବାକୁ ଚାହେଁନା ତୁମେ ନୀରବ ରୁହ, ତୁମେ ଚୁପ୍ ରୁହ। ଠିକ୍ ତା'ପରେ ହେମକାନ୍ତର ଘନ ଘନ ଅଧର ଦଂଶନ ଓ ବାହୁ ବନ୍ଧନର ଚାପରେ ହୁଏତ ସଜ୍ଞା ହରାଇଥିଲେ ଚନ୍ଦ୍ରାବତୀ ,ସେଇ ଅତୀତା ଚନ୍ଦ୍ରାବତୀ ନାଁ ନାଁ ହେମକାନ୍ତ ଆଉ ଭାବି ପାରୁନି ଅତୀତକୁ। ସେ ଅତୀତ ଯାଇଛି। ଏ ବର୍ତ୍ତମାନ ବି ଯାଇଛି। ରହିଛି କେବଳ ଅତୀତ ଆଉ ବର୍ତ୍ତମାନର ପାଉଁଶ ଗଦା। ଆଜି ଯଦି ଚନ୍ଦ୍ରାବତୀ ଥାଆନ୍ତା, ତେବେ। ନାଁ, ଯେ ଯାଇଛି ସେ ଯାଉ। ତା କଥା ଭାବି ଆଉ ଦୁଃଖ କରିବାରେ ଲାଭ ନାହିଁ। ସର୍ବହରା ମଣିଷ ଭଳି ମୁହଁ ବୁଲାଇ ଶୋଇବାକୁ ଚେଷ୍ଟାକଲା ହେମକାନ୍ତ। ଶୋଇଛି କଟକ ସହର। ଏ କଟକ ସହରର ସତେ ଏତେ ଗୋପନୀୟ କାହାଣୀ? କିଏ ଅବା ଜାଣିଛି ଏ କାହାଣୀ ମାଳାକୁ। କଟକ ସହରର ପ୍ରତ୍ୟେକ ମଣିଷର କାହାଣୀ ଗୋଟିଏ ଗୋଟିଏ ଉପନ୍ୟାସ ହେବ। ମଣିଷ ହୋଇ ଆମେ ମଣିଷ ସମାଜରେ ବଞ୍ଚିବାକୁ ଚାହିଁଲେ ଏ କାହାଣୀକୁ ପଢ଼ିବା ଉଚିତ। ଆଉ ଲୋପାମୁଦ୍ରା ସେ ଦିନ କାଠଯୋଡ଼ି ବନ୍ଧଠାରୁ ବାଟଭାଙ୍ଗି ଚାଲିଯିବା ପରେ ହୁଏତ ଅନେକ କିଛି ଭାବିଥିଲା ହେମକାନ୍ତର କଥା। ତରୁଣ ଅଧ୍ୟାପକ ହେମକାନ୍ତ ଏକରକମ କୁହୁକ ସୃଷ୍ଟି କରିଥିଲା ଲୋପାମୁଦ୍ରାର ଅନ୍ତର ଭିତରେ। ଦ୍ୱିତଳ କଲେଜ ପ୍ରାସାଦର ପାଉଛ। ଉପରକୁ ଉଠି ଯାଉ ଯାଉ ମୁହଁ ଭାଙ୍ଗି ଚାହିଁଲା ଲୋପାମୁଦ୍ରା। ଉପସ୍ଥାନ ଖାତାଟାକୁ ହାତରେ ଧରି ଉପରକୁ ଉଠିଯାଥିଲା ହେମକାନ୍ତ। ''ସାର୍, ଟିକେ ଶୁଣିବେ? '' ଲୋପାମୁଦ୍ରାର କୋମଳ ପ୍ରଶ୍ନବାଚୀ। ରୋକିଗଲା ହେମକାନ୍ତ, ନାଁ ନାଁ ଲୋପାମୁଦ୍ରାର ପ୍ରବଳ ନାରିତ୍ୱର ଆବାହନୀରେ ଉତ୍ତର ଦେବାକୁ ଠିଆ ହୋଇଗଲା ହେମକାନ୍ତ। ଲୋପାମୁଦ୍ରା କହିଲା "ଆଜି ସନ୍ଧ୍ୟାବେଳକୁ ଆମ ଘରକୁ ଯିବେ ହେମକାନ୍ତ ବାବୁ! ବାପା ଖବର ଦେଇଛନ୍ତି। ବାପା ମଧ୍ୟ ଭାରତର ଖାଦ୍ୟ ସମସ୍ୟା ନେଇ କୌତୂହଳ। ଆଶ୍ଚର୍ଯ୍ୟ ହେଲାନି ହେମକାନ୍ତ। ଓଡ଼ିଶାର ବିଖ୍ୟାତ ବାରିଷ୍ଟର ଶାନ୍ତନୁ। ଭାରତର ଖାଦ୍ୟ ସମସ୍ୟା ନେଇ ସେ ଚିନ୍ତିତ ହେବେ ନାହିଁ ତ ଆଉ ହେବ କିଏ? କିନ୍ତୁ ହଁ ତଥାପି ଚିନ୍ତା କରୁଛି ହେମକାନ୍ତ। ମଣିଷ ଆଜି ମଣିଷର କଥା ବୁଝେନା। ଆଜିର ମଣିଷ ପ୍ରେମପାଇଁ ଯେତେ ପାଗଳ ସେତେ ଜୀବନ ପାଇଁ ନୁହେଁ, ଆଜିର ଯୁବକ ଚିନ୍ତା କରେ ରୂପସୀ ରୂପ ବହ୍ନିକୁ ଇନ୍ଧନ ଯୋଗାଇବା ଲାଗି। ହେମକାନ୍ତର ଚିନ୍ତାରେ ବାଧାଦେଇ ଲୋପାମୁଦ୍ରା ପୁଣି କହିଲା ''ଆପଣ କ'ଣ ଯିବେ ନି ସାର୍? '' ଉତସ୍ତତଃ ହେଲା ହେମକାନ୍ତ। ରୂପସୀର ଅନୁରୋଧ କ'ଣ କଦାପି ସହଜରେ ଏଡ଼ାଇ ଦେଇ ହୁଏ? ସାମାନ୍ୟ ହସର ରେଖାଟାଣି ହେମକାନ୍ତ କହିଲା "ନାଁ ନାଁ ନ ଯିବାର କାରଣ ନାହିଁ। ନିଶ୍ଚୟ ଯିବି କିନ୍ତୁ ସାମାନ୍ୟ ଡ଼େରି ହୋଇପାରେ। ବାପାଙ୍କୁ କହିବ ସେଥିପାଇଁ ସେ ମନ କଷ୍ଟ କରିବେ ନାହିଁ। ଠିକ୍ ସମୟରେ ମୁଁ ଯାଇ ତାଙ୍କ ବୈଠକ ଖାନାରେ ପହଞ୍ଚିବି।